କିନ୍ତୁ ସମାଜିକ ଭାବରେ ଏହାର ନିନ୍ଦା ଅତି ଜଘନ୍ୟ ଭାବରେ ବ୍ୟାପି ଯାଇଥିଲା। କଷ୍ଟୋମଷ୍ଟେ ସାତଦିନରେ ସାତମଙ୍ଗଳା ଶେଷ ହେଲା। ଅଷ୍ଟମଙ୍ଗଳା ଦିନ ଜୁଆଇଁ ଭାବରେ ଯଦୁମଣି ଲୁଚି ରହିବାର କଥା। ସେଦିନ ଶ୍ୱଶୁର ଘରର କେହି ଜୁଆଇଁ ମୁହ ଚାହିଁବା ନିଷେଧ। ସେତେବେଳକୁ କୁଞ୍ଜବନ ଗଡ଼ରେ ଯଦୁମଣିର ଏପରି ନିନ୍ଦା ବିସ୍ତୃତ ହୋଇ ଯାଇଥିଲା ଯେ ସେ ଦାଣ୍ଡକୁ ବାହାରିବାକୁ ଭୟ କରୁଥିଲା। ବିଶେଷରେ ରାୟଗୁରୁଙ୍କ କନ୍ୟା-ମାଇପ ଯୁବତୀ ପାରି ସହିତ ତା'ର ମନ୍ଦ ସଂପର୍କ ଅଛି, ଏହା ମଧ୍ୟ ଲୋକେ ପ୍ରଚାର କରିବାକୁ ଭୁଲି ନ ଥିଲେ। ଯଦୁମଣି ଅଷ୍ଟମଙ୍ଗଳାରେ ଲୁଚିବାକୁ ଯାଇ ଏକାବେଳେକେ ଲୁଚି ପୁରୀ ପଳାଇଥିଲେ। ହାତରେ ପଇସାଏ ନାହିଁ। ତଥାପି ସେ କୌଣସି ପ୍ରକାରେ ପୁରୀରେ ଯାଇ ପହଞ୍ଚିଥିଲେ-। କେଉଁଠି ରହିବେ, କେଉଁଠି ଖାଇବେ, ଠିକଣା ନ ଥାଏ। ନରେନ୍ଦ୍ର ଏ ପାଖେ ନିତ୍ୟକର୍ମ ସାରି ଜଗନ୍ନାଥଙ୍କ ଦେଉଳକୁ ଚାଲିଯାଆନ୍ତି। ସେଇଠି ଭଞ୍ଜଙ୍କ ଛାନ୍ଦ ବୋଲନ୍ତି। ମୁଠେ ଆହାର ମିଳିଯାଏ-। ଦିନେ ସେ ଏକାବେଳେ ଉପବାସ ରହି ଅପରାହ୍ନକୁ ଦାସ ସୁଆର ବୋଲି ଗୋଟିଏ ସେବକ ହାବୁଡ଼େ ପଡ଼ିଲେ। ସେ ମୁଠେ ଖାଇବାକୁ ଦେଇ ନିଜ ଘରକୁ ଡାକି ନେଇଥିଲା-। ତା ଘରେ ତାର ତୃତୀୟ ପକ୍ଷ ଯୁବା ସ୍ତ୍ରୀ ଚନ୍ଦ୍ରିକା ବ୍ୟତୀତ ଅନ୍ୟ କେହି ନ ଥିଲେ। ଚନ୍ଦ୍ରିକା ଚରିତ୍ରରେ ସନ୍ଦେହ ପୋଷଣ କରି ପୌଢ଼ ସୁଆର ଏହି ଯୁବକକୁ ଜଗୁଆଳୀ ରଖିବାକୁ ଭାବିଥିଲା। କିନ୍ତୁ ସୁଆର ଅନୁପସ୍ଥିତିରେ ସେ ସ୍ତ୍ରୀ ନିଜେ ଖାଇ ନିଶ୍ଚିନ୍ତରେ ଶୋଇଲା। ଯଦୁମଣିଙ୍କୁ କଥା କହିଲା ନାହିଁକି ମୁଠେ ଆହାର ମଧ୍ୟ ଦେଲା ନାହିଁ। ତରୁଣ ଯଦୁମଣି କ୍ଷୁଧାରେ ଆତୁର ହୋଇ ଶେଷକୁ ଏକ ବୁଦ୍ଧି ପାଞ୍ଚିଲେ। ବାହାର କବାଟରେ ଝଞ୍ଜିର ଲଗାଇଦେଲେ। ନିଶାର୍ଦ୍ଧରେ ଦିଅଙ୍କ ନୀତି ବଢ଼ିବା ପରେ ସୁଆର ତାର ଖେଇଧରି ଆସି ପହଞ୍ଚି ଦେଖେ ଯେ ଯେତେ ଡାକିଲେ କବାଟ ଖୋଲୁ ନାହିଁ। ତେଣୁ ସେ କବାଟରେ ଭୀଷଣ ଆଘାତ କରିବାରୁ ଯଦୁମଣି ଭିତରୁ ପଚାରିଲେ-'କିଏ? ' ସୁଆର ବାହାରୁ କହିଲା-ଆରେ, ମୁଁ ପରା ଘର ମାଲିକ। ତହୁଁ ଯଦୁମଣି ତାର ତରୁଣୀ ଭାର୍ଯ୍ୟାକୁ ମାଡ଼ ଖୁଆଇବା ଲକ୍ଷ୍ୟରେ କହିଲେ-'ବାବା! ମୁଁ କବାଟ ଫିଟାଇ ଫିଟାଇ ହାଲିଆ। ଏମିତି ତ ଘର ମାଲିକ କହି କହି କେତେ ଜଣ ଗଲେଣି-। ତୁମକୁ ମିଶାଇ ଏବେ ପାଞ୍ଚ ଜଣ ହେବେ-। ' ସୁଆର ଘରକୁ ପଶିଯାଇ କ୍ରୋଧରେ ଅଜ୍ଞାନ ହୋଇ ଯୁବତୀକୁ ଘୋଡ଼ା କୋରଡ଼ାରେ ପିଟି ଚାଲିଛି। ଯଦୁମଣି ଖଡ଼ି ଗୋଟାଳିରେ ଗୀତ ପଦେ ଲେଖି ସେଠାରୁ ପଳାଇଲେ। ସେହି ଗୀତ ହିଁ ତାଙ୍କର ଉଦ୍ଭଟ ପ୍ରଥମ କବିତା। ଛାନ୍ଦପରି ତାହା ସେ ଲେଖିଥିଲେ। ଶବ୍ଦଚାତୁର୍ଯ୍ୟ ସେତେବେଳକୁ ଅଧିକ ବିକଶିତ ହୋଇ ନ ଥିଲା। ସେ ଗୀତକୁ ସାହିର ଟୋକାମାନେ ପରେ ଜାଣିପାରି ମୁଖସ୍ଥ କରିଥିଲେ। ଏହାପରେ ଯଦୁମଣି ଚକ୍ରତୀର୍ଥରେ ଜଣେ ପଣ୍ଡିତଙ୍କ ଆଶ୍ରୟରେ ଅନେକ ଦିନ ରହି ସଂସ୍କୃତ କାବ୍ୟମାନ ପାଠ କରିବାର ସୁଯୋଗ ଲଭିଥିଲେ। ସେ ନିଷ୍ଠାର ସହିତ ବିଦ୍ୟାକୁ ଗୋଟି ଗୋଟି କରି ଆୟତ୍ତ ନ କରି ପଲ୍ଲବଗ୍ରାହିତା ଗୁଣରେ ତରତରରେ ସମସ୍ତ ବୁଝିବାକୁ ପସନ୍ଦ କରୁଥିଲେ। ଏହି ପଣ୍ଡିତ ଅତି ବୃଦ୍ଧ ହେତୁ ଯଦୁମଣିଙ୍କ ସେବାରେ ମୁଗ୍ଧ ହୋଇ ତାଙ୍କୁ ବିଦ୍ୟାଦାନରେ ଏକାନ୍ତ କୁଶଳୀ ଥିଲେ। ପଣ୍ତିତଙ୍କ ନାମ ଥିଲା ହରିହର ନନ୍ଦ। ତାଙ୍କ ଘର ଉଷୁନା ବରପଦା ନାମକ ଶାସନରେ ପୁର୍ବେ ଥିଲା। ସେ